ମାନେ ତୁମେ କହୁଛ ଆମର ଏହି ସଦସ୍ୟଙ୍କ ଭିତରୁ କେହି ଜଣେ ବିଶ୍ୱାସଘାତକତା କରିଛି? ଦଳପତିଙ୍କ କଣ୍ଠସ୍ୱରରେ ଯଥେଷ୍ଟ ଗମ୍ଭୀରତା ଆସିଯାଇଥିଲା। ନିଶ୍ଚୟ ଲୀଳା ଆପଣଙ୍କର ଏହି ଦଳ ପାଇଁ ମୁଁ ମୋର ସମସ୍ତ କିଛି ହରାଇସାରିଛି ବସ୍। ତଥାପି ମୋ ମନରେ ଅନୁଶୋଚନା ନାହିଁ। କାରଣ ଯେଉଁ ଉଦ୍ଦେଶ୍ୟ ନେଇ ମୁଁ ଏଠାକୁ ଆସିଥିଲି ତାହା ମୋର ପୂର୍ଣ୍ଣ ହୋଇଛି। ଆପଣଙ୍କ ଦୟାରୁ ମୋର ଭାଇମାନେ ଶିକ୍ଷାର ସୁଯୋଗ ପାଉଛନ୍ତି। ଆଉ ଏହି ଦଳର ବିନାଶ ହେଲେ ମୋର ଯେ କି ପରିମାଣରେ କ୍ଷତି ହେବ ତାହା ଆପଣ ନିଶ୍ଚୟ ଅନୁମାନ କରିପାରୁଥିବେ। ତୁମ ଉପରେ ମୋର ସେହି ଭରସା ରହିଛି ଲୀଳା। ତୁଷାରକାନ୍ତିଙ୍କ ଉପରେ ଯେଉଁଭଳି ପରୀକ୍ଷାତ୍ମକ ଗବେଷଣା ତୁମେ କରିଥିଲ ମୁଁ ସେଥିରେ ବିଶେଷ ଆନନ୍ଦିତ। ଏହି ଦଳ ପାଇଁ ତୁମେ ବହୁତ ଅଭିନୟ କରିଆସିଛ। ଆଉ ତୁମର ଅଭିନୟ ଫଳରେ ଏହି ଦଳର ଡକ୍ଟର ତୁଷାରକାନ୍ତି ଜଣେ ଯେ ନିଃସନ୍ଦେହ ବ୍ୟକ୍ତି ତାହା ପ୍ରମାଣିତ ହୋଇଯାଇଛି। ଲୁସି ଆଶ୍ଚର୍ଯ୍ୟରେ ଲୀଳାର ମୁହଁକୁ ଅନାଇ ରହିଥିଲା। ତା’ ଉପରୁ ଦୃଷ୍ଟି ଫେରାଇ ନେଇ ଲୀଳା କହିଲା ତୁମେ ବଡ଼ ସୌଭାଗ୍ୟବତୀ ଲୁସି! ମୋ ପ୍ରଶ୍ନର ଉତ୍ତର ଦେଲ ନାହିଁ ଲୀଳା! ମୁଁ ଜାଣିବାକୁ ଚାହେଁ ଏହି ଦଳର ଏମିତି କିଏ ସଦସ୍ୟ ରହିଛି ଯିଏ... ସେଥିପାଇଁ ଆପଣଙ୍କ ନିକଟରେ ମୁଁ କ୍ଷମା ଚାହୁଁଛି ବସ୍। ମୋ କଥାର ସତ୍ୟାସତ୍ୟ ଆପଣ ନିଜେ ବିବେଚନା କରିବେ। ଆଉ ମୁଁ ଯଦି କୌଣସି ଧୃଷ୍ଟତା କରୁଥାଏ ବୋଲି ଆପଣ ବିବେଚନା କରନ୍ତି ତା’ ହେଲେ ଯେ କୌଣସି ଦଣ୍ଡ ଦେଲେ ମୁଁ ଆନନ୍ଦରେ ଗ୍ରହଣ କରିନେବି। ଦଳପତି ଏଥର ଆହୁରି ଗମ୍ଭୀର ହୋଇଗଲେ। ଦଳର ନିରାପତ୍ତା ଦୃଷ୍ଟିରେ ସେହି ବିଶ୍ୱାସଘାତକ ସଦସ୍ୟ ଯେତେ ଉଚ୍ଚପଦସ୍ଥ କର୍ମଚାରୀ ହେଲେ ବି ଉପଯୁକ୍ତ ପ୍ରମାଣ ପାଇବା ସଙ୍ଗେ ସଙ୍ଗେ ମୁଁ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ କରିବି। ଆଉ ସେହି ବିଶ୍ୱାସଘାତକ ସଦସ୍ୟ ଯଦି ଧନୀରାମ ହୋଇଥାଏ? ଲୀଳା! ଉଭୟ ଦଳପତି ତଥା ଲୁସି ଏତେ ଜୋରରେ ଚମକିଉଠିଲେ ଯେ ସେମାନଙ୍କ ଚିତ୍କାରରେ ସେହି କୋଠରି ଭିତରେ ଏକ ପ୍ରଚଣ୍ଡ ବିସ୍ଫୋରଣ ହେଲା ଭଳି ଜଣାଗଲା। କମ୍ପିତ କଣ୍ଠରେ ଦଳପତି କହିଲେ ତୁମେ ଯାହା ବିରୁଦ୍ଧରେ ଏହି ଅଭିଯୋଗ ଆଣୁଛ ଜାଣିଛ ତ ସେ ଏହି ଦଳର ଏକ ପ୍ରଧାନ କର୍ମଚାରୀ! ଆଉ ସେଥିପାଇଁ ମୁଁ ଆପଣଙ୍କ ନିକଟରେ କ୍ଷମା ଚାହିଁଥିଲି ବସ୍। ଆଉ ଡକ୍ଟର ତୁଷାରକାନ୍ତି ଯେତେବେଳେ ଏହି କଥା ଅଜୟ ଦସ୍ୟୁର ସେହି ସଦସ୍ୟ ଦୁଇ ଜଣଙ୍କ ନିକଟରୁ ଜାଣିପାରିଥିଲେ ସେତେବେଳେ ସେ ମଧ୍ୟ ବିସ୍ମିତ ହୋଇପଡ଼ିଥିଲେ। ଏଭଳି ଏକ ସମ୍ବାଦ ସେ ଆପଣଙ୍କୁ ଦେବେ କି ନାହିଁ ଚିନ୍ତା କରିବା ପରେ ଥରେ ଘଟଣାଟି ଭଲ ଭାବରେ ପରୀକ୍ଷା କରିବା ପାଇଁ ଆଜି ଯାଇଥିଲେ। ମାନେ? ଦଳପତିଙ୍କ କଣ୍ଠରେ ବିସ୍ମୟ ଫୁଟିଉଠିଲା। ତାଙ୍କୁ ଆହୁରି ବିସ୍ମିତ କରି ଲୀଳା କହିଲା ସ୍ୱୟଂ ଧନୀରାମ ଯେ ଦସ୍ୟୁ ଅଜୟ ଲୀଳା! ଥରିଉଠିଲା ଦଳପତିଙ୍କର କଣ୍ଠ। ଆପଣ ଘଟଣାଟିକୁ ଭଲ ଭାବରେ ଚିନ୍ତା କଲେ ମୋ କଥାର ସତ୍ୟତା ଜାଣିପାରିବେ ବସ୍। ପ୍ରଥମରେ ଆପଣଙ୍କ ନିର୍ଦ୍ଦେଶରେ ମନ୍ତ୍ରୀ ମହୋଦୟଙ୍କୁ ବଶ କରିବା ପାଇଁ ଯେଉଁ ପାଞ୍ଚ ଲକ୍ଷ ଟଙ୍କାର ଚେକ୍ ଧନୀରାମ ହାତରେ ପ୍ରଦାନ କରିଥିଲେ ତାହା ଏତେ ଗୋପନରେ ହୋଇଥିଲା ଯେ ବାହାରେ କୌଣସି ଲୋକ ଜାଣିବାର ଉପାୟ ନ ଥିଲା। ସେପରି ସ୍ଥଳେ ଉଭୟଙ୍କର ଫଟୋଗ୍ରାଫ୍ ଉଠିଲା କେମିତି? ଆଉ ଏ ସମ୍ବାଦ ପୋଲିସ ଜାଣିଲା କିପରି? ଏହି କଥା ଆପଣ ବିଶ୍ଳେଷଣ କଲେ ଆହୁରି ଜାଣିପାରିବେ ଯେ